ପୂଜା ଦେଖ, ମଉଜ କର। ବେକାର କଥାରେ ମାତିଛ କାହିଁକି? " ଆମେ ଭାଙ୍ଗିପଡ଼ିଥିଲୁ। କେବଳ ଦି ଜଣ ବୁଢ଼ା ଆମର ବ୍ୟସ୍ତତାକୁ ବୁଝୁଥିଲେ। ଜଣେ ବନମାଳୀ ଓ ସିରାଜର ରୋଗିଣା ଚାଚା ମନସୁର ମିଆଁ। ସେ ଦି ଜଣ ସବୁକଥା ବୁଝୁଥିଲେ। ଆମ ପରି ନିମ୍ନ ମଧ୍ୟବିତ୍ତ ପରିବାରର ଚାରିଜଣ ଯୁବକଙ୍କ ଅସହାୟତା କଳି ପାରୁଥିଲେ। ମାତ୍ର ଆମେ ଆମର ଅସହାୟତାକୁ ଗ୍ରହଣ କରିପାରୁ ନଥିଲୁ। ସିରାଜର ମୁହଁଟି ମନେପଡ଼ିଲା କ୍ଷଣି ଆମେ ଭିତରେ ଭିତରେ ଉତ୍ତ୍ୟକ୍ତ ହୋଇ ଉଠୁଥିଲୁ। ମନସୁର ମିଆଁର ବଖୁରିକିଆ ଘରଟାକୁ ପୁଲିସ ଓଲଟପାଲଟ କରି ଦେଇଥିଲା। ଚୋରା ଜିନିଷ ଖାନତଲାସ ନାଆଁରେ ଘରର ଯାବତୀୟ ଜିନିଷ କାଢ଼ି ଫିଙ୍ଗି ଦେଇଥିଲା। ସିରାଜ ବିରୋଧରେ ଯୋଉ ମାମଲା ଦରଜ ହୋଇଥିଲା ତହିଁରେ ବନମାଳୀ ଓ ମନସୁରଙ୍କ ସାଙ୍ଗରେ ସିରାଜର ସାନଭାଇଟିର ନାଁ ବି ଥିଲା। ପୁଲିସର ବୟାନ ଅନୁସାରେ ସେମାନେ ସମସ୍ତେ ଚୋରା ବେପାରୀ! ଏବଂ ଏ ଖବରଟା ଆମ ସହରରେ ଚାହୁଁ ଚାହୁଁ ବ୍ୟାପି ଯାଇଥିଲା। ଚୋରା କାରବାରର ଆଡ୍ଡ଼ା ଭାବେ ବନମାଳୀର ଢାବାଟି ରାତାରାତି ଗୋଟେ ଦର୍ଶନୀୟ ବସ୍ତୁ ହୋଇ ପଡ଼ିଥିଲା। କାଲି ରାତି ଥିଲା ମହାନବମୀ ରାତି। ଆମେମାନେ ଦୁଇଦିନ କାଳ ପ୍ରାୟ ଖିଆପିଆ କରି ନଥିଲୁ। ମର୍ଦ୍ଦରାଜ ଇନିସ୍ପେକ୍ଟରର ନୃଶଂସପଣିଆ, ସିରାଜକୁ ଯୋଉଭଳି ନିର୍ମମ ଭାବରେ ବାଡ଼େଇ ପିଟି ସେ ମାରିଥିବ ତାର କଳ୍ପନା ଏବଂ ସାଧାରଣ ଲୋକଙ୍କ ଅଦ୍ଭୁତ ମାନସିକତା ଆମକୁ ବ୍ୟସ୍ତ ଓ ଅସହାୟ କରିଦେଇଥିଲା। ଅଥଚ ଆମେ କିଛି କରିପାରୁ ନଥିଲୁ। ଆମ ଆଖି ସାମ୍ନାରେ ଆଉ ଗୋଟେ ହତ୍ୟା ଆତ୍ମହତ୍ୟାର ରୂପ ନେଉଥିଲା ଓ ଗୋଟେ ସାଦାସିଧା ନିରପରାଧ ବାଳକ ପାଲଟି ଯାଇଥିଲା ଜଘନ୍ୟ ଚୋରା ବେପାରୀ। ସେତିକିବେଳେ ସଚ୍ଚି ପାଟି ଖୋଲିଥିଲା, "ଚାଲ, ବନମାଳୀ ଢାବା ଆଡୁ ଘେରାଏ ବୁଲିଆସିବା। " ଆମେମାନେ ଯାଇଥିଲୁ। ବନମାଳୀ ତାର ବ୍ୟାଣ୍ଡେଜ୍ ବନ୍ଧା ହାତରେ ପରିବା କାଟୁଥିଲା-। ତା ପାଖରେ ସିରାଜର ଚାଚା ଗୋଟେ ଖଟିଆ ଉପରେ ବସି ଆଖିରୁ ଲୁହ ପୋଛୁଥିଲା-। ସଚ୍ଚି କହିଲା, "ଦେଖୁଛ! " ମୁଁ ସେ ଦୃଶ୍ୟ ଦେଖି ପାରୁନଥିଲି। ପ୍ରସନ୍ନ ନିଜକୁ ନିଜେ ଧିକ୍କାର କରି କହୁଥିଲା, "ଆମର ବଞ୍ଚିବାର କିଛି ଅର୍ଥ ନାହିଁ। " ହୁଏତ ସେଇଠି ସଚ୍ଚି ମୁଣ୍ଡକୁ ଏଭଳି ଗୋଟେ ଝୁଙ୍କ୍ ଆସିଥିବ। କାରଣ ସେ ସେତିକିବେଳେ ମୋତେ ପଚାରିଥିଲା, "କାଲି ରାବଣପୋଡ଼ି ନା? ତିନି। ସଚ୍ଚି ଖୁବ୍ ବଡ଼ ପାଟିରେ ସବୁ କହିଯାଇଥିଲା। ଗତ ତିନି ଦିନ ଧରି ଯାହା ଯାହା ସବୁ ଘଟିଯାଇଛି ସେ ସବୁ କଥା କହୁଥିଲା। ତା ପରି ଗୋଟେ ଚୁପ୍ଚାପ୍ ଓ ଲାଜୁଆ ପିଲା ଭିତରେ କୋଉଠି ଏତେ ଦମ୍ଭ ଓ ସାହସ ଛପି ରହିଥିଲା ତାହାହିଁ ମୁଁ ଚିନ୍ତା କରୁଥିଲି। ସଚ୍ଚି ପଚାରୁଥିଲା, "ମୁଖ୍ୟମନ୍ତ୍ରୀ ଏଇ ଅନ୍ୟାୟ ଅତ୍ୟାଚାରର ବିଚାର କରିବେ ନା ମୁଁ ଏଇ ମୁହୂର୍ତ୍ତରେ ଏଇଠି ଆତ୍ମାହୁତି ଦେବି? ରାବଣପୋଡ଼ି ଦେଖିବାକୁ ଆସିଥିବା ଲୋକମାନେ ଗୋଟିଏ ମଣିଷପୋଡ଼ି ଅନ୍ତତଃ ଦେଖିକି ଯାଇପାରିବେ। " ମୁଁ ଲକ୍ଷ୍ୟ କଲି, ସଚ୍ଚି ତା ପକେଟ୍ରୁ ସତକୁ ସତ ଗୋଟେ ଦିଆସିଲି ବାହାର କରି ଆଣୁଥିଲା। ମୁଁ ଚମକିପଡ଼ିଲି। ସଚ୍ଚି କଣ ପାଗଳ ହୋଇଗଲା ନା କଣ? ଏମିତି ଗୋଟେ ଅତି ନାଟକୀୟ ପରିସ୍ଥିତି ପାଇଁ ମୁଁ ଆଦୌ ପ୍ରସ୍ତୁତ ନଥିଲି। ମୁଖ୍ୟମନ୍ତ୍ରୀ ମଧ୍ୟ ପରିସ୍ଥିତିର ନାଟକୀୟତାରେ ବିବ୍ରତବୋଧ କରୁଥିଲେ। ତେବେ ସଚ୍ଚିର ବକ୍ତବ୍ୟ